'' ମେରିନାର ପଛେ ପଛେ ଆଲେସ୍କି ଓ ଲେନା ଚାଲିଲେ ଝରକା ପାଖକୁ। ଝରକା ଦେଇ ସୂର୍ଯ୍ୟଙ୍କର ପ୍ରଖର କିରଣ କକ୍ଷ ଭିତରର ଚଟାଣ ଉପରେ ବିଞ୍ଛାଡ଼ି ହୋଇ ପଡ଼ିଥାଏ। ମେରିନା ପାଖକୁ ଆହୁରି ଟିକିଏ ପାଖେଇ ଯାଇ ଆଲେସ୍କି କହିଲେ, ''ତୁମେ କ'ଣ ଜା ଜାଣିପାରୁନ ମେରିନା ତୁମେ ବର୍ତ୍ତମାନ କେଉଁଠାରେ? '' ମେରିନା କିଛି ବୁଝି ନ ପାରି ଆଲେସ୍କିଙ୍କ ମୁହଁକୁ ବଲବଲ କରି ଅନାଇ ରହିଲା। ''ତୁମେ କ'ଣ ଦେଖିପାରୁନ ଯେ ଆମେ ବର୍ତ୍ତମାନ ଆସି ମହାଶୂନ୍ୟ ଭିତରେ। ତୁମେ ଯେଉଁ କୃଷ୍ଣାକାଶ ଦେଖୁଛ, ଏହା ଆକାଶ ନୁହେଁ, ମହାଶୂନ୍ୟ। '' ''ତା' ହେଲେ ଆମେ କ'ଣ ପୃଥିବୀ ଛାଡ଼ି ସାରିଲେଣି? କାହିଁ, ମୁଁ ତ ଜାଣିପାରିଲିନି କିଛି! ତୁମେ ପରା କହୁଥିଲ ଯେ, ପୃଥିବୀ ଛାଡ଼ିଲାବେଳେ ବିରାଟ ଶବ୍ଦ ହେବ, ଶବ୍ଦରେ କାନ ଅତଡ଼ା ପଡ଼ିଯିବ, ଶ୍ୱାସରୁଦ୍ଧ ହୋଇଯିବ, ନିଜ ଉପରେ ବଡ଼ ପଥର ଲଦା ହେଲାଭଳି କଷ୍ଟ ହେବ। କାହିଁ, ମୋର ତ କିଛି ହେଲାନି? '' ''ତୁମର ନ ହେଲେ କ'ଣ ହେଲା, ଏଇ ଦେଖୁନ ଲେନାର ସେ ସେମିଜ କିପରି ରକ୍ତରେ ଭିଜିଯାଇଛି। '' ଲେନାର ଛାତି ଆଡ଼କୁ ଆଉ ଥରେ ଅନାଇ ମେରିନାର ଦେହ ଶୀତେଇ ଉଠିଲା। ସେ ପୁଣି ଉତ୍କଣ୍ଠିତ ହୋଇ ପଚାରିଲା, ''ଏଠାରେ ରକ୍ତ ଆସିଲା କେଉଁଠୁ ଲେନା? '' ଏହି ସମୟରେ କଣ୍ଟ୍ରୋଲ ରୁମ୍ର ସହକାରୀ ଇଞ୍ଜିନିୟର ଆସି ଆଲେସ୍କିଙ୍କୁ ଖବର ଦେଲେ ଯେ କୃତ୍ରିମ ଉପଗ୍ରହ ପୃଥିବୀକୁ ପ୍ରଦକ୍ଷିଣ କରିବାକୁ ଆରମ୍ଭ କଲାଣି। କଣ୍ଟ୍ରୋଲ୍ରୁମ୍ର ପରିଚାଳକ ଆଲେସ୍କିଙ୍କୁ ଡାକୁଛନ୍ତି। କଣ୍ଟ୍ରୋଲ୍ରୁମ୍ର ସହକାରୀଙ୍କୁ ଦେଖି ମେରିନାର ଦେହ ମଧ୍ୟ ଶୀତେଇ ଉଠିଲା। ତାଙ୍କ ଦେହ ଉପର ଜମା ଯେ ଖାଲି ରକ୍ତରେ ଭିଜି ଯାଇଥିଲା ତା ନୁହେଁ, ପାଟିରୁ ବାହାରିଥିବା ରକ୍ତ, ଓଠ ଓ ତଳପାଟିରେ ସେପର୍ଯ୍ୟନ୍ତ ଲାଗିରହିଥିଲା। ''ହେଉ ଲେନା, ତୁମେ ମେରିନାକୁ ନେଇ କୋଠରିକୁ ଯାଅ, ମୁଁ କଣ୍ଟ୍ରୋଲ୍ ରୁମ୍ରୁ ଆସୁଛି। ଆମ ଉପଗ୍ରହ ବର୍ତ୍ତମାନ ପୃଥିବୀଠାରୁ ଦୂରେଇଯିବା ପରିବର୍ତ୍ତରେ ପୃଥିବୀକୁ ପ୍ରଦକ୍ଷିଣ କରିବାକୁ ଆରମ୍ଭ କଲାଣି। ଆମ ଉପଗ୍ରହର ବର୍ତ୍ତମାନ ପୃଥିବୀଠାରୁ ଦୂରତା ହେଉଛି କେତେ ଜାଣ-? ଅଠର ହଜାର ମାଇଲ? '' ''ଅଠର ହଜାର ମାଇଲ! '' ଚମକିପଡ଼ିଲା ମେରିନା। ''ଏପରି ଚମକିପଡ଼ୁଛ ଯେ ମେରିନା? ଦୁଧଖିଆ ପିଲାଙ୍କ ଭଳି ତ ଆସିଲାବେଳେ ଶୋଇ ଶୋଇ ଆସିଲ। ମହାଶୂନ୍ୟକୁ ଆସିବାକୁ ହେଲେ କି କଷ୍ଟ ସହିବାକୁ ହୁଏ ତା' ଟିକିଏ ଜାଣିପାରିଲନି। ଏଠି ଜଣେ ବୈଜ୍ଞାନିକ ଭଳି କାମ କରିବ ନା ତୁମକୁ ଚାମଚରେ ଦୁଧ ପିଆଇବା ପାଇଁ ଜଣେ ପୁଆତୀର ଦରକାର ପଡ଼ିବ? '' ଲେନା ହସି ହସି କହିଲା। ''ବାଃ ମୁଁ କ'ଣ ଆପେ ଆପେ ଶୋଇପଡ଼ିଲି କି? '' ବଡ଼ ଲଜ୍ଜିତା ହୋଇ କହିଲା ମେରିନା, 'ମୋତେ ଶୁଆଇ ପକାଇଲ କାହିଁକି? '' ''ଆଃ, ଆଃ, କଅଁଳ ପିଲାଟିଏ ପରା। ତା'କୁ ମାଇପେ ଗାଲ ଥାପୁଡ଼ାଇ ଶୁଆଇ ପକାଇଲେ। ଲାଜ ମାଡ଼ୁନାହିଁ ତୁମକୁ। '' ଏହା କହି ଲେନା ମେରିନାର ରକ୍ତଗୋଲାପନିନ୍ଦୀ କପୋଳକୁ ଟିପିଦେଇ ବକ୍ତୃତା କକ୍ଷରୁ ହାତଧରି ଟାଣି ନେଇଗଲା। ଉପଗ୍ରହର ସମସ୍ତେ ଯାଇ ରୁଣ୍ଡ ହୋଇଥାଆନ୍ତି ଟେଲିଭିଜନ୍ କକ୍ଷରେ। ମହାଶୂନ୍ୟ ଭିତରେ ଥାଇ ପୃଥିବୀକୁ କିପରି ଦେଖିବେ ସେଇ ହେଉଛି ସମସ୍ତଙ୍କ ଇଚ୍ଛା। ଟେଲିଭିଜନ୍ ଯନ୍ତ୍ରଟିକୁ ଏପାଖ ସେପାଖ ଯେତେ ମୋଡ଼ାମୋଡ଼ି କଲେ ମଧ୍ୟ ଟେଲିଭିଜନ୍ ପର୍ଦ୍ଦାରେ କିଛି ପଡ଼ୁ ନଥାଏ। ମାନମନ୍ଦିର